ତା' ଉପରେ ମାଛି ଉଡ଼ୁଛନ୍ତି। ବୁଧା ଗୋଟେ ଛିଣ୍ଡା ଶପ ପାରି ଦେଇ କହିଲା, 'ମା' ବସ।' ପୂର୍ଣ୍ଣିମାଙ୍କୁ ଲକ୍ଷ୍ୟ କଲି। ସେ ଆଖିରେ ଆଖିରେ ବୁଧାକୁ ତଉଲି ନେଉଥାନ୍ତି ଏଇ ସ୍ତ୍ରୀ ଲୋକଟା ଉପରେ କ'ଣ ସତରେ ତାଙ୍କ ସ୍ୱାମୀ ବଳାତ୍କାର କରିଥାଇ ପାରନ୍ତି! ବୁଧାର ବୟସ ଯେତିକି, ଦାରିଦ୍ର୍ୟ ଓ ବ୍ୟାଧି ହେତୁ ତାହାଠାରୁ ସେ ଢେର୍ ଅଧିକ ବୟସ୍କ ଦିଶୁଥିଲା। ମୁହଁର ଗଢ଼ଣଟି କିନ୍ତୁ ଭଲ। ହାମୁଡ଼େଇ ପଡ଼ି ସେ ଅଇଁଠା ଗୋଟେଇ ନେଲା। ସାନ ପିଲାଟି ପୋଲିଓ ରୋଗୀ। ସେ ବସି ପାରୁ ନଥିଲା କି ଛିଡ଼ା ହୋଇ ପାରୁ ନଥିଲା। ସେଇଠି ଘୁଷୁରି ଘୁଷୁରି ତା' ଚାରିପଟେ ଅଦୃଶ୍ୟ ବୃତ୍ତଟେ ତିଆରି କରୁଥିଲା। ଘର ଭିତରୁ ମୁହଁ ଫେରେଇ ଆଣି ମୁଁ ବାହାରକୁ ଚାହିଁଲି। ଗୋଟେ ପାହାଡ଼ ମୁଣ୍ଡିଆର ତଳେ ଏଇ ଜାଗାଟି। ମଝିରେ ବଡ଼ ବଡ଼ ଗଛ। ରାସ୍ତା ପାଖରୁ ବୁଧାର ଘରକୁ ଆସିବାକୁ ହେଲେ ଚାଲି ଚାଲି ଆସିବାକୁ ପଡ଼ିବ। ଲୋକନାଥ କ'ଣ ସେଇଠୁ ଓହ୍ଲେଇ ଏଠିକି ଆସିଥିବ! ମୁଁ ନିଜର ଚିନ୍ତାକୁ ନିଜ ଭିତରେ ରଖିଲି। ଆମ ଗାଡ଼ି ପାଖରେ ଦୁଇଟି ପିଲା ଗୋଡ଼ିଆଗୋଡ଼ି ଖେଳୁଥିଲେ। ବଡ଼ଟି ଆଠ ନଅ ବର୍ଷର ଓ ସାନଟି ବଡ଼ଠାରୁ ଦୁଇ ତିନି ବର୍ଷ ସାନ ହେବ। ସେମାନେ ଗାଡ଼ିଟିକୁ ମଝିରେ ରଖି ଖେଳ ଖେଳୁଥିଲେ। ମୁଁ ମୁରବି ଢଙ୍ଗରେ ପାଟି କରି ଉଠିଲି, "ଏଇ, ଗାଡ଼ି ସାଙ୍ଗରେ ଲାଗନା।" ତା' ପରେ ଡ୍ରାଇଭର ଓ ସୁଭାଷ ଉଭୟଙ୍କୁ ହୁସିଆର କରିଦେବା ପାଇଁ ଇସାରା ଦେଲି। ବଣୁଆ ପିଲାମାନଙ୍କୁ ଭରସା ନାହିଁ, ଯଦି କିଏ କୋଉ ଚକାରେ କାଠି ଗେଞ୍ଜିଦିଏ କାମ ବଢ଼ିଲା। ଅପନ୍ତରାଟାରେ ଦୁଇ ଘଣ୍ଟା ପଡ଼ି ରହିବାକୁ ହେବ। ଇତିମଧ୍ୟରେ ପୂର୍ଣ୍ଣିମା ତାଙ୍କ ହାତରୁ ଚୁଡ଼ି, ଆଙ୍ଗୁଳିରୁ ମୁଦି, କାନରୁ କାନଫୁଲ ଓ ବେକରୁ ସୁନାହାର ବାହାର କରି ସାରିଥିଲେ। କଥାବାର୍ତ୍ତା କରିବାକୁ ଆସିଥିବା ପୂର୍ଣ୍ଣିମାଙ୍କର ଏ ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କଲା। ପୂର୍ଣ୍ଣିମା ତାଙ୍କର ସବୁତକ ଅଳଙ୍କାର ବୁଧାର ଗୋଡ଼ ପାଖରେ ରଖିଦେଇ ମିନତି କଲା ଭଳି କହିଲେ, "ତମ ପୁଅ ରାଣ ବୁଧା, ମୋ ସଂସାର ରକ୍ଷା କର। ମୁଁ କୋଉ କୂଳର ହୋଇ ରହିବି ନାହିଁ।" ବୁଧା ଟିକିଏ ଘୁଞ୍ଚିଗଲା। ଚଟାଣରେ ଲୋଟୁଥିବା ତା'ର ସାନ ପିଲାଟାକୁ ପାଖକୁ ଭିଡ଼ି ନେଲା। ଯେମିତିକି ତାକୁ ଭିଡ଼ି ନ ଧରିଲେ ତା'ଠାରୁ କିଏ ତାକୁ ଛଡ଼େଇ ନେବ। ପୂର୍ଣ୍ଣିମା ଆଉ ଥରେ ମୁହଁ ଖୋଲିଲେ। ସ୍ୱର ବାଷ୍ପାକୁଳ। "ସତ କହ ବୁଧା, ମୋ ମୁଣ୍ଡ ଛୁଇଁ କହ। ତୁ ନ କହିଲା ଯାଏ ମୁଁ ତୋ ଦୁଆରୁ ଉଠିବି ନାହିଁ।" ସେ ବୁଧାର ହାତ ଭିଡ଼ି ନେଇ ନିଜ ମୁଣ୍ଡ ଉପରେ ରଖିବାକୁ ଯାଉଥିଲେ ବୁଧା ନିଜର ହାତ ଭିଡ଼ି ଆଣିଲା ଓ ଲୁଗାକାନି ମୁହଁରେ ଜାକି ଭୋ-ଭୋ କରି କାନ୍ଦି ପକେଇଲା। ଏଭଳି ଦୃଶ୍ୟ ମୋ ପାଇଁ ଅଭାବନୀୟ ଥିଲା। ବୁଧାର ଏହି ଦୁର୍ବଳତାର ସୁଯୋଗ ନେଇ ମୁଁ କହିଲି, "ଗୋଟେ ଭଦ୍ରଲୋକର ଇଜ୍ଜତକୁ ନେଇ ଖେଳ ଖେଳିବା କ'ଣ ଭଲ ହେଲା ବୁଧା?" ମୋ ପାଟିରୁ କଥା ସରିଛି କି ନାହିଁ ବୁଧା ଉହୁଙ୍କି ଆସିଲା। ତା' ଆଖିରେ ଲୁହ ବୁନ୍ଦା ବଦଳରେ ନିଆଁଝୁଲ ଫୁଟି ଉଠିଲା। ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି। ସେ ମୋ ହାତକୁ ଭିଡ଼ି ଧରି ପାଲା ବାହାରକୁ ମୋତେ ନେଇଗଲା। ଗାଡ଼ି ପାଖରେ ଖେଳୁଥିବା ପିଲା ଯୋଡ଼ିକଙ୍କୁ ଦେଖେଇ କହିଲା, "ଇଜ୍ଜତ କଥା କହୁଛୁ ବାବୁ, ତ ସିଏ କାହାର ଇଜ୍ଜତ, ଇଏ କାହାର ଇଜ୍ଜତ ଆଁ?" ପୁଣି ପାଲା ଭିତରକୁ ଝଡ଼ ପରି ପଶି ଯାଇ ଚଟାଣରେ ଘୁଷୁରୁଥିବା ଛୁଆଟାକୁ ଦେଖେଇ କହିଲା, "ଆଉ, ଇଏ କାହାର ଇଜ୍ଜତ? କାହାର ଇଜ୍ଜତ ଏଗୁଡ଼ା ବାବୁ?" ମୁଁ ତା' କଥାର ଅର୍ଥ କିଛି ବୁଝି ପାରୁ ନଥିଲି। କେବଳ ଏତିକି ବୁଝୁଥିଲି ଯେ ବୁଧା ପଛରେ ଗୋଟେ ଲମ୍ବା କାହାଣୀ ଲୁଚି ରହିଥିଲା। ପୂର୍ଣ୍ଣିମା ବୁଧାକୁ ଶାନ୍ତ କରି ବସେଇ ଦେଲେ। ବୁଧା କହି ଚାଲିଲା "ମୋର ଘର କୋରାପୁଟରେ ମୁଦୁଲିପଡ଼ା। ଆମ ଗାଁର ସେଇ ନିୟମ। ଯିଏ ଯୋଉ ବାରରେ ଜନ୍ମ ହେବ ତା'ର ନାଁ ସେଇଆ ରହିବ। ସୋମବାରରେ ଜନମ ହେଲେ ସମ୍ବାରୀ, ମଙ୍ଗଳବାରରେ ମଙ୍ଗଲ, ବୁଧବାରରେ ବୁଧା। ମୋର ଜନମ ବୁଧବାରରେ। ମୋର ମା' ବି ବୁଧବାରରେ ଜନମ ହୋଇଥିଲା, ଭଉଣୀ ବି।"